କିନ୍ତୁ କିଛି ଘଟିଲାନି। ମନେ ହେଲା ବିନୋଦିନୀ ଯିମିତି ଅପେକ୍ଷା କରି ରହିଥିଲା ଶିବୁକୁ, ଶିବୁ ଅପେକ୍ଷା କରିବାର ବହୁତ ଆଗରୁ। ରିକ୍ସା ଆମରି ଭିତରେ ଛକ ଡେଇଁ ଆଗକୁ ଚାଲିଲା। ଆମେ ଲକ୍ଷ୍ୟ କରିଚୁ ରିକ୍ସା ସ୍କୁଲ ଆଡ଼କୁ ଗଲାନି। ଗଲା ଅନ୍ୟ ଗୋଟାଏ ଆଡ଼େ। ଆମେ ସିମିତି ପିଛା କରି ଚାଲିଥାଉ। ଦେଖିଲୁ ବିନୋଦିନୀ ହେରିକା ଗୋଟିଏ ପ୍ରାଇଭେଟ ଘରଭିତରକୁ ପଶିଗଲେ। ସେ ଘର ବାରଣ୍ଡାରେ ଦୁଇଟି ପିଲା ଖେଳୁଥାନ୍ତି। ଘର ଭିତରେ ଜଣେ ମାଇପି ଲୋକର ପାଟି ଶୁଭୁଥାଏ। ଆମେ ବହୁ ସମୟ ଧରି ଅପେକ୍ଷା କଲୁ କେହି ଫେରିଲେ ନି। କିନ୍ତୁ ତା ଆରଦିନ ଶିବୁକୁ ଦେଖିଲୁ ହାଜତରେ। କିଡ୍ନାପିଙ୍ଗ୍ ଅଭିଯୋଗରେ ସେ ଅଭିଯୁକ୍ତ। ଚାରିମାସ ଧରି କେସ୍ ଚାଲିଲା। କିନ୍ତୁ ନିର୍ଦ୍ଦୋଷରେ ମୁକ୍ତ ହେଲା ଶିବୁ। ବିନୋଦିନୀ କୋର୍ଟରେ କହିଲା ସେ ତା ନିଜ ଇଚ୍ଛାରେ ଯାଇଥିଲା ଶିବୁ ସାଥିରେ। ଦୁହେଁ ପରସ୍ପରକୁ ଭଲ ପାଆନ୍ତି। କୌଣସି ଅଶୋଭନୀୟ କାଣ୍ଡ ସେମାନେ ଘଟେଇ ନାହାଁନ୍ତି। ଶିବୁ ପରମିଟ୍ ଦିଏ, ମୁଁ ବୁଲୁ ଘର ପାଇଁ ରେସନ ଆଣେ। ସପ୍ତାହକୁ ଥରେ ବା ଦି ଥର-। ଅତି କମରେ ଦଶଟି ଟଙ୍କା। ବୁଲୁ ଘର ସହିତ ମୋର ଯେତେବେଳେ ପ୍ରଥମ ପରିଚୟ ହୁଏ ମୋ ମୁହଁଟା ଚୋରା ଥିଲେ ମଧ୍ୟ ଥିଲି ନିହାତି ଅପରିଚ୍ଛନ୍ନ। ଷ୍ଟେସନର କୁଲିମାନେ ଯେଉଁ ରଂଗର ପେଣ୍ଟ ପିନ୍ଧନ୍ତି, ସେଇ ରଂଗର ଗୋଟିଏ ହାପ୍ ପେଣ୍ଟ, ଆଉ ଗୋଟାଏ ଖାକି ହାପ୍ ଶାର୍ଟ। ମୁଣ୍ଡରେ ଗୋଛାଏ ବାଳ। କହୁଣୀରେ ଏପରି ଗୋଟାଏ ଚର୍ମରୋଗ ହୋଇଥାଏ ଯାହାକୁ କୁଣ୍ଡାଇଲେ ପ୍ରଥମେ ଆନନ୍ଦ ଲାଗେ, ପରେ ପୋଡ଼େ। ସମ୍ଭବତଃ ମୋ ମୁହଁଟାରେ କିଛି ରୋଗ ହୋଇ ନଥିଲା। ଭିତରର ନିର୍ଦ୍ଦେଶକୁ ଜିଭ ଓ ଓଠ ଦୁଇଟି ବେଶ ନିଷ୍ଠାପର ଭାବରେ ପାଳନ କରୁଥିଲେ। ଝିଅ ପିଲାମାନେ ଚାହାନ୍ତି ସୁନ୍ଦର ମୁହଁ, କେତୋଟି ମିଠାକଥା। ବୁଲୁ ପ୍ରଥମେ ଦୁଇଟିର ପରିଚୟ ପାଇ ଏକାବେଳକେ ବିମୁଗ୍ଧ ଓ ଅଭିଭୂତ ହୋଇ ପଡ଼ିଥିଲା। ରେଶନ ଦେଇ ସାରିବା ପରେ ବୁଢ଼ୀମା କହନ୍ତି, ବାବା ହିସାବଟା ଦେଲୁନି ଯେ! ମୁଁ ଭାରି ଅସୁବିଧାରେ ପଡ଼ିଯାଏ। ବାର ଟଙ୍କାର ରେଶନ ଆସିଲେ ମତେ ବୁଲୁ କହିଥାଏ, ଆଉ ତିନି ଟଙ୍କା ତୁମର, ବୁଢ଼ୀମା ହିସାବ ପଚାରିଲେ, ତିନି ଟଙ୍କା ମତେ ଦେଇ ଦେଇଚ ବୋଲି କହିବ। ପ୍ରକୃତରେ ବୁଲୁଠୁ ସାହସ ପାଇ ମୁଁ ବଜାରରୁ ଫେରିଲା ବେଳକୁ ସେ ତିନି ଟଙ୍କା ଖର୍ଚ୍ଚ କରି ଦେଇଥାଏ। ତେଣୁ ବୁଲୁର ଆଦେଶକୁ ବେଖାତିର କରି, ବୁଢ଼ୀ ହିସାବ ମାଗିବା କ୍ଷଣି ତିନି ଟଙ୍କା ଫେରାଇ ଦେବାକୁ ଇଚ୍ଛା ଥିଲେ ମଧ୍ୟ ଉପାୟ ନ ଥାଏ। ବୁଢ଼ୀ ମୁହଁକୁ ଚାହେଁ। ଇଆଡ଼େ ଉପର ମହଲାରୁ ଓହ୍ଲାଇ ଆସୁଥିବା ପ୍ରତୀକ୍ଷମାଣ ବୁଲୁ ମୁହଁକୁ ଚାହେଁ। ବୁଲୁ ନାନା ରକମର ମୁଖ ବିକୃତ କରି ଇୟା କୁହ ତା କୁହ ବୋଲି ସଂକେତ ଦିଏ। ମୁଁ କିଛି ବୁଝି ପାରେନା। ମୋର ନିଃସହାୟତା ଦେଖି ବୁଢ଼ୀ ସବୁ କଥା ଜାଣିପାରେ। ଆଚ୍ଛା କାଲି ଦେଇଦେବୁ କହି ମତେ ବିଦାୟ ଦିଏ। ମାତ୍ର ମାସେ ଦି ମାସ ଭିତରେ ବୁଲୁ ମୋ ସହିତ ନିଜକୁ ଅତି ଘନିଷ୍ଠ କରି ଦେଇଥିଲା। ମୋ ଦେହକୁ ସ୍ପର୍ଶ ନ କରି ମଧ୍ୟ ସେ ମନେ ମନେ ମୋର ସମଗ୍ର ଶରୀରକୁ ମାପି ଦେଇଥିଲା। ଛାତିର ଚଉଡ଼ା କେତେ, ଗୋଡ଼ରୁ